ସେମାନେ ହାତରୁ ଖାଇ ଖଟୁଛନ୍ତି। ପୁଣି ଆଉ କୋଉଠି ଖାତାରେ କେତେ ହଜାର ଲେଖି ପାଞ୍ଚଶହ ଦଶ ଶହ ମଧ୍ୟ ଆଣିବାକୁ ବାଧ୍ୟ ହେଉଛନ୍ତି। ଆମ କଲେଜ୍ମାନେ ଉପରେ ଏଡ଼େ ଚକ୍ ଚକ୍ ଓ ଜଗମଗ ଦିଶୁଥିଲେ ମଧ୍ୟ ଅଧିକାଂଶ କଲେଜ ଏହି ଦୁର୍ଦ୍ଦଶା ଭିତରେ ରହିଛନ୍ତି। ଭାଗ୍ୟଗୁଡ଼ିକ ଭାନୁମତୀ ହାତରେ ଝୁଲୁଛି। ଦୁର୍ଗତ ଏହି ଅଧ୍ୟାପକମାନେ ଶ୍ରେଣୀଗୃହମାନଙ୍କରେ ଜ୍ଞାନର ବିତରଣ କରି ଦେଶର ଭବିଷ୍ୟତକୁ ନିର୍ମାଣ କରୁଥିବା ସମୟରେ ସେମାନଙ୍କ ଦୁର୍ଗତିଟାର ଜବର ପ୍ରଭାବ ସେମାନଙ୍କର ଅଧ୍ୟାପନା ଉପରେ ପଡୁଥିବ। ସମ୍ଭବତଃ କେବଳ ବଂଶଲାଜଟାକୁ ବଜାୟ ରଖିବାକୁ କେହି ଏହି ବ୍ୟାପାରଟିର ଗବେଷଣା କରୁନାହାନ୍ତି। କଲେଜର ଛାତ୍ରଛାତ୍ରୀମାନେ ଏହି ଆଚାର୍ଯ୍ୟମାନଙ୍କୁ ହୁଏତ ଭାରି ଦୟାର ଚକ୍ଷୁରେ ଦେଖୁଥିବେ। ଶ୍ରେଣୀ-ଗୃହରେ ଜ୍ଞାନାଲୋକର ଆଦାନପ୍ରଦାନ ମଧ୍ୟ ଠିକ୍ ସେହି ଅନୁପାତରେ ପ୍ରପୀଡ଼ିତ ହୋଇ ରହିଥିବ। ସଂଘରେ ଏହି ଲାଜଟା ବିଷୟରେ କଥା ପଡ଼ନ୍ତା ନାହିଁ? ଯେଉଁମାନେ ଦଶ ବା ପନ୍ଦର ହଜାର ପାଇଲେଣି, ସେମାନେ ଆହୁରି ପାଞ୍ଚ ହଜାର ପାଆନ୍ତୁ ବୋଲି ଦାବି ନକରି ଆଗ ନିଜର ଏହି ଅସରଣିଆ ଭାଇଭଉଣୀଙ୍କ ବିଷୟରେ ଟିକିଏ ଭାବନ୍ତେ ନାହିଁ? ସଂଘ ତରଫରୁ ବାବୁ ଓ ବେହେରାଣିଆ ଦୁହିଁଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରାଇ ସରକାରଙ୍କ ପାଖରେ ଦାବି ହୋଇ ପାରନ୍ତା ନାହିଁ ଏବଂ ଏପରିକି ସେହି ଦାବି ଉପରେ ଆବଶ୍ୟକ ହେଲେ ଏକ ଧର୍ମଘଟ ହୋଇପାରନ୍ତା ନାହିଁ? ତେବେ, ଏହାଦ୍ୱାରା ସେମାନଙ୍କର ନିଜ ପ୍ରତି ସମ୍ମାନବୋଧ ମଧ୍ୟ ବୃଦ୍ଧି ପାଆନ୍ତା, ଦେଶର ଲୋକମାନେ ମଧ୍ୟ ସେମାନଙ୍କୁ ଅଧିକ ସମ୍ମାନ ଦେଇ ଦେଖନ୍ତେ ଏବଂ ନିଜ ଛାତ୍ରଛାତ୍ରୀଙ୍କର ମୂଲ୍ୟତରାଜୁରେ ସେମାନେ କ୍ରମେ ଅଧିକ ଓଜନିଆ ହୋଇ ଦେଖାଯିବାକୁ ଆରମ୍ଭ କରନ୍ତେ। ଏତେ ଏତେ ପାଠୁଆଙ୍କ ଦ୍ଵାରା ଏହି ଦେଶରେ କିଛି ହେଉନାହିଁ ବୋଲି ଗତ କେତେବର୍ଷ ଭିତରେ ଯେଉଁ ଅପବାଦଟା ଚାରିଆଡ଼େ ଡ଼ିଣ୍ଡିମ ପରି ବାଜୁଛି, ତାହାର ଅବସାନ ଘଟନ୍ତା। କେଉଁଠି କିଛି ହେଲେ ସହୃଦୟତାର ଦର୍ଶନ ହେଲେ ଚାହାଣିଟା ହୁଏତ ଅନ୍ୟ ପ୍ରକାର ହୋଇପାରନ୍ତା। ବର୍ତ୍ତମାନ ତ ଯିଏ ଯେପରି ସୁବିଧା ପାଉଛି, ସିଏ ମାରି ନେବାରେ ଲାଗିଛି। ପାଠୁଆମାନେ ଦେଶରେ ସବୁଠାରୁ ଅଧିକ ଅଶିକ୍ଷିତ ବୋଲି କୁଖ୍ୟାତି ଅର୍ଜିଛନ୍ତି। ଅଧ୍ୟାପକମାନେ ସାହସ କରି ସବାଆଗ ପରସ୍ପରର କଥା ଭାବିଲେ ହୁଏତ ସେଇଥିରୁ ହିମତ ପାଇ ଶିକ୍ଷା ବିଷୟରେ ମଧ୍ୟ ଚିନ୍ତା କରି ଶିଖନ୍ତେ। ଏତେ ଏତେ ଆନ୍ଦୋଳନ ଖାଲି ଦରମା ବଢ଼ିବା ସକାଶେ ହେଉଛି, ସେଥିରୁ ଅଧ୍ୟାପକମାନଙ୍କୁ ନଗଦ କେତେ କେତେ ଲାଭ ମିଳିଛି। ମାତ୍ର ସେହି ଘଟଣାଟା ସେମାନଙ୍କୁ ଦେଶରେ ଏତେ ଅଧମ ସ୍ତରକୁ ନେଇ ଆସିଛି କି? ଦେଶରେ ଅନ୍ୟାନ୍ୟ ଚାକିରିଆମାନଙ୍କର କ୍ଷେତ୍ରରେ ଯେତିକି ଯେତିକି ପଙ୍କ ଭର୍ତ୍ତି ହୋଇ ରହିଥିବାର ଦେଖିବାକୁ ମିଳୁଛି, ଉଚ୍ଚଶିକ୍ଷା ନାମକ ଆମର ଏହି ଗୋଦାମରେ ସେହି ସବୁକିଛିକୁ ପ୍ରତ୍ୟକ୍ଷ କରି ହେଉଛି। ଉଚ୍ଚଶିକ୍ଷା ନାମରେ ଯେତିକି ବଡ଼ ବଡ଼ କୋଠାଘର ତିଆରି ହେଉଛି, ସେହି ଶିକ୍ଷାକୁ ସେତିକି ସେତିକି ଭୂତ ଖାଇ ଖାଇ ଯାଉଛି ଏବଂ ଗୋଟିଏ ଦେଶର ଶିକ୍ଷା ସେହି ଦେଶକୁ ଯେ ଆଗକୁ ଆଗକୁ ଯିବା ଲାଗି ଆଖି ଯୋଗାଇଦିଏ, ସେହି ବିଶ୍ୱାସଟି କ୍ରମେ ଆମ ଦେଶରେ ମାଡ଼ ଖାଇଯିବାରେ ଲାଗିଛି। ଏଥିରେ ସ୍ୱୟଂ ଅଧ୍ୟାପକମାନଙ୍କର ମଧ୍ୟ କମ୍ କ୍ଷତି ହୋଇନାହିଁ? ସାମୂହିକ ଜୀବନର ହୃଦୟକୁ ଉନ୍ନୟନମୁଖୀ କରାଇବା ପରିବର୍ତ୍ତେ ସେମାନେ ସତକୁ ସତ ଆମ ସାମୂହିକ ଉଦ୍ୟମର ଏକ ବିଶେଷ କ୍ଷେତ୍ରର ଦାୟିତ୍ୱରେ ରହିଛନ୍ତି ବୋଲି